ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭୋଗ ହୋଇନାହିଁ। ଅଥଚ ସେହି ଦୁଷ୍ଟ ଅପଭାଗ୍ୟଟାକୁ ଆଳ କରି ଅକର୍ମଶିଳାମାନେ ଏପରି ତୀବ୍ର ଏବଂ ଉତ୍କଟ ବେଗରେ ବୃଦ୍ଧି ପାଇ ଆସିଛନ୍ତି ଯେ, ସତ୍ୟଗୁଡ଼ାକ ପ୍ରାୟ ଛାନିଆ ହୋଇ ଆଉ କୁଆଡ଼େ ପଳାଇ ଯାଇଛନ୍ତି। ରାଜନୀତିରେ ରାଜନୀତି ନାହିଁ, ମାତ୍ର ଶୂକରମାନେ ନାନା କ୍ଷମତାରେ ପେଟା ହୋଇ ବୁଲୁଛନ୍ତି। ଗୋଟାଏ ଗୋଟାଏ ଅନନ୍ତା ଉପରେ ସବୁକିଛି ଦାୟିତ୍ୱ ଅଜାଡ଼ି ଦେଇ ଅନ୍ୟ ଅନନ୍ତାମାନେ ନିଜ ନିଜ ଥଳରେ ଦେଶକୁ, କାଳକୁ ଏବଂ ଶାସନକୁ ଭୋଗିବାରେ ମସ୍ତ ହୋଇ ରହିଛନ୍ତି। ସତେଅବା ଚତୁର୍ମାସ୍ୟା ପାଳନ କରୁଛନ୍ତି। ବିଚିତ୍ର ଏ ଭାରତବର୍ଷ, ଗୋଟାଏ ରାଜନୀତିକ ଦଳର ଏହି ତାମସାଟା ଅନ୍ୟାନ୍ୟ ଦଳକୁ ମଧ୍ୟ କେଡ଼େ ଚଟ୍ କରି ଯାଇ ମାଡ଼ି ବସି ପାରୁଛି। ସତେ ଯେପରି ସେମାନେ ନିଜର ଦଳ ପ୍ରତି, ରାଜନୀତିକ ମତବାଦ ପ୍ରତି, ଦେଶ ପ୍ରତି ଅର୍ଥାତ୍ ଦେଶ ଆଗରେ ଦେଇ ଆସିଥିବା ପ୍ରତିଶ୍ରୁତିଗୁଡ଼ିକ ପ୍ରତି ନିଜର ସବୁଯାକ କର୍ତ୍ତବ୍ୟ ସମାପନ କରି ସାରିଛନ୍ତି; ସେମାନେ ନିଜର ଦାରା, ପୁତ୍ର, ତା' ସୁତ ଓ ତା' ସୁତମାନଙ୍କୁ ଭାଗ୍ୟର ଧାଡ଼ିରେ ଆଣି ବସାଇ ଦେବାର ଚିନ୍ତା ହିଁ କରୁଛନ୍ତି। ଏବଂ, କହିବା ବାହୁଲ୍ୟ, ସାନମାନେ ବଡ଼ମାନଙ୍କର ଦୃଷ୍ଟାନ୍ତଗୁଡ଼ିକୁ ଅନୁକରଣ କରିଛନ୍ତି। କିଏ ନିଜର ଭାର୍ଯ୍ୟାଙ୍କୁ ମଣ କରୁଛି, କିଏ ନିଜ ପୁଅକୁ ପାଖକୁ ଡାକିଆଣି ବିଧି ମୁତାବକ ଶ୍ରଦ୍ଧା ତଥା ସତର୍କତା ସହିତ ମଣ କରିବାରେ ଲାଗିଛି। ସ୍ୱୟଂ ଜବାହରଲାଲ କଦାପି କଥାଗୁଡ଼ାକ ଏତେଦୂର ଯିବ ବୋଲି ଚିନ୍ତା କରି ନଥିବେ। ତାଙ୍କର କନ୍ୟା ତାଙ୍କୁ ଚାରିହାତ ବଳିଗଲେ। କନ୍ୟାଙ୍କର ସୁତ ରାତାରାତ ମୁକୁଟ ପିନ୍ଧି ସେହି ଦିଲ୍ଲୀରୁ ମୁଷଳ ପିଟି ଆଗାମୀଟାକୁ ଅପାଠଗୁଡ଼ାକ ଅନୁସାରେ ଗଢ଼ିବେ ବୋଲି ବାହାରି ଆସିଲେ। ଚଟାପଟ୍ ସବୁକିଛିକୁ ସାଧ୍ୟ କରିଦେବା ଲାଗି ନିଜକୁ ତ୍ରିକାଳଯାକର ଜଗଦ୍ଧାତ୍ରୀ ବୋଲି ବୋଲି ପ୍ରମାଣ କରିବା ସକାଶେ ଜରୁରୀ ଅବସ୍ଥା ନାମରେ ଏକ ଦୁରବସ୍ଥାକୁ ଜାରି କରି ଦିଆଗଲା। ପ୍ରାଦେଶିକ ତୋଷାମଦକାରୀ ଦଳ ତାହାକୁ ଋତୁରାଜର ମହାନୁକମ୍ପା ବୋଲି ଘୋଷଣା କଲେ। ପ୍ରତିବାଦ ଅର୍ଥାତ୍ ପ୍ରତିଚିନ୍ତନର ଅନ୍ୟ ଆବଶ୍ୟକ ଵିଧାନଟି ସତେଅବା ଆପେ ଆପେ ବନ୍ଦ ହୋଇଗଲା। ଯଦି କିଏ ଅନ୍ୟ ପ୍ରକରେ କିଛି କହିଲା, ତେବେ ତାକୁ ବନ୍ଦୀଶାଳା ଭିତରେ ଠୁଙ୍କି ଦିଆଗଲା। କାଳକୁ ବିଷମ ସନ୍ଧି ପଡ଼ିଲା। ମଣିଷ ମଣିଷକୁ ଡ଼ରିଲା, ମଣିଷ ମଣିଷ ପାଖରେ କପଟାଚରଣ କଲା। ବିତର୍କ, ଚର୍ଚ୍ଚା ଏସବୁ ନିଷିଦ୍ଧ ହୋଇ ରହିଲା। ଏହି ଅସଭ୍ୟ ରୀତିଟା କ୍ରମେ ରାଜନୀତି ବାହାରକୁ ମଧ୍ୟ ସଂକ୍ରମିତ ହୋଇ ଆସିଲା। ଆଉ କେହିହେଲେ କିଛି ଆଲୋଚନା କଲେନାହିଁ। ସବୁକିଛିକୁ ଉପରୁ ଆଣି ଲଦି ଦିଆଗଲା। ପ୍ରଶାସନଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପଯ୍ୟନ୍ତ ସେହି ରାକ୍ଷସଟା ହିଁ ବିଷ ଉଦ୍ଗାରି ସମସ୍ତଙ୍କୁ ନିଜ ପଟକୁ ଅକ୍ତିଆର କରିନେଲା। ଏବେ ଭାରତବର୍ଷ ସେହି ଗଣ୍ଠିଗୁଡ଼ାକ ଭିତରେ ଅଣନିଃଶ୍ୱାସୀ ହୋଇ ରହିଛି। କୋଉଠି ପ୍ରାୟ କିଛିହେଲେ ଚାଲୁନାହିଁ। କୋଟି କୋଟି ଟଙ୍କାକୁ ଉପର ଭାଡ଼ିମାନଙ୍କରେ ରହିଥିବା ଶାସକ ଓ ଅମଲାମାନେ ଝାମ୍ପି ନେଉଛନ୍ତି। ତୁମେ ଏଠାରେ କେଉଁଠି ହେଲେ ନଥିବ, ହଠାତ୍ ଆସି ପହଞ୍ଚିଯିବ। ତୁମେ ଯେ କୋଉ ଜଗନ୍ନାଥଙ୍କର କ'ଣ ଲାଗ, ଦେଶବାସୀ କେବେଳ ଏତିକି ଜାଣିଥିବେ। ତୁମକୁ ଆମ ରନ୍ଧାରେ ରାନ୍ଧି ଆସି ନଥିବ କି ଆମ କାନ୍ଦ ସହିତ କାନ୍ଦି ଆସି ନଥିବ, ହଠାତ୍ ଗଲେ ତୁମକୁ ଘେରି ଏପରି ମଣିଷ ରହିଥିବେ, ଯିଏକି ହାଉ